ଆଉ ଏହି ଦୁର୍ବଳ ଓ ଅସମର୍ଥ ଲୋକ ଲେଖକ ହେବା ବିଡ଼ମ୍ୱନା। ବିଶିଷ୍ଟ ଓଡ଼ିଆ ଅଧ୍ୟାପକ ଶ୍ରୀ ଦାଶରଥି ଦାସ ଏହି ନିକିତିରେ ଲେଖାକୁ ତଉଲିଥାନ୍ତି। ଏହି ନିକିତିରେ ଅବା ଭୁଲ କ'ଣ ରହିଲା? ଯେଉଁମାନେ ମତଟିଏ ପୋଷିପାଳି ବଳୁଆ କରିବାକୁ ଅକ୍ଷମ ସେମାନେ ସାହିତ୍ୟରେ ହାତ ନ ଦେଇ କେବଳ ପାଠକ ପର୍ଯ୍ୟାୟରେ ଅବା ଅଧିକ ହେଲେ, ସମୀକ୍ଷକ ଶ୍ରେଣୀରେ ରହିବା ଉଚିତ୍। କିନ୍ତୁ ମୁଁ ଜଣେ ଅଥର୍ବ ଅଥଚ ମୁଁ ଲେଖିବି-ଏଇଟା ସାହିତ୍ୟ ସୃଷ୍ଟିର ବିଡ଼ମ୍ୱନା। ଅସୁନ୍ଦରର ହସ ପରି। ବେକୁବ୍ର କଥା କହିବା ପରି-ଏଗୁଡ଼ିକ ଆରମ୍ଭରୁ ଶେଷଯାଏ ବେଖାପ କଥା। କିନ୍ତୁ ଅସମର୍ଥ ଲୋକଙ୍କର ମଧ୍ୟ କହିବାର କଥା ଅଛି। ତାଙ୍କର ମଧ୍ୟ ସାହିତ୍ୟ ସୃଷ୍ଟିର ଲାଳିଚା ଅଛି। ସେମାନେ ମଧ୍ୟ ତାଙ୍କର ଦୁର୍ବଳତାର ସ୍ୱାକ୍ଷର ସାହିତ୍ୟ ଉପରେ ରଖିବାକୁ ଦାବୀ କରନ୍ତି। ଏଥିରେ କିଛି ଆପତ୍ତି ଆସିବାର କାରଣ ଅଛି କି? ପାଠକଙ୍କର ଆପତ୍ତି ହେଉଛି ଯେ ସଢ଼ା ମାଂସ, ପଚା ମାଛ, ଗୋଡ଼ିମିଶା ଚାଉଳ, ଚୋକଡ଼ ମିଶା ଅଟା ବିରୁଦ୍ଧରେ ଖାଉଟି ପକ୍ଷରୁ ଆନ୍ଦୋଳନକୁ ସାବାସି ଦିଆ ହେଲାବେଳେ ପଚାସଢ଼ା ସାହିତ୍ୟ ସୃଷ୍ଟି ଉପରେ କଟକଣା କାହିଁକି ରଖାଯିବ ନାହିଁ? ପାଠକଙ୍କ ପକ୍ଷରୁ ଆନ୍ଦୋଳନ ନ ହେବ କାହିଁକି? ଏମିତି ଆନ୍ଦୋଳନ ହେବା ଉଚିତ୍ ହେବ କି ନାହିଁ-ଏକଥା ପାଠକକୁ ଯେତେ ବିଚଳିତ ନ କରେ ଲେଖକକୁ ତହିଁରୁ ଅଧିକ କରିଥାଏ। ତଥାପି ସ୍ୱାଧୀନତାର ଅଧିକାରି ପ୍ରତ୍ୟେକ ଲୋକ ଲେଖକର ଏହି ସ୍ୱାଧୀନତାକୁ କାଢ଼ି ନେବାକୁ ଚାହେଁ ନାହିଁ। ତେଣୁ ସାହିତ୍ୟିକ ବିରୁଦ୍ଧରେ। ଆନ୍ଦୋଳନ ହେଇପାରି ନାହିଁ। କେବେ ହେଇ ନ ଥିଲା-ଆଜି ମଧ୍ୟ ହେଉ ନାହିଁ। ହେଉଛି ଖାଲି କଳିକନ୍ଦଳ ଓ ଗାଳିଗୁଲଜ-ଯେମିତି ହୁଏ କଚେରୀରେ। ଗୋଟାଏ ପାଖରେ ନ୍ୟାୟ ଓ ଧର୍ମ। ଆର ପାଖରେ ଅନ୍ୟାୟ ଓ ଅଧର୍ମ। ଦିହେଁ ଯାଆନ୍ତି ବିଚାରପତି ପାଖକୁ-। ଯିଏ ହାରିଯାଏ ତାହାର ଆପତ୍ତି ହୁଏ ଯେ ଉପଯୁକ୍ତ ବିଚାର ମିଳିଲା ନାହିଁ। ଆମେ ଆମର ସଉକକୁ ଆନନ୍ଦ ଦେବା ପାଇଁ ଯେତେ ପ୍ରକାରରେ ମୂଲ୍ୟାୟନ କଲେ ବି ଅସଲ ସତଠି ପହୁଞ୍ଚି ପାରିବା ନାହିଁ। ଲେଖକ ନିଜେ ବୁଝାଇଦବ କ'ଣ ପାଇଁ ସେ ସେମିତି ଲେଖିଲା। ସେଥିରେ ସେହି ପିଲା ଦିନର ଶୁଣିବା କଥା- ଫୁଲ ଗଛ କାହିଁକି ମଲା? ସେ ପାଣି କାହିଁକି ଦେଲା ନାହିଁ? ତାହାରି ପିଲା କାହିଁକି କାନ୍ଦିଲା ଇତ୍ୟାଦି ଇତ୍ୟାଦି। ସେମିତି ଯିଏ ଯାହା ଯେତେବେଳେ ଲେଖିଛି ଓ ଲେଖିସାରି ଛପାଇ ସାରିଛି ତାହାର ଅସଂଖ୍ୟ କୈଫିୟତ ଲେଖକ ଓ ପାଠକ ସମସ୍ତଙ୍କ ଆଡ଼ୁ ଦିଆଯାଇ ପାରିବ। କିଏ ଯଦି ପାଇଗଲା ଖତରା କାଠ ଆଉ ଜଣେ ପାଇଯିବ ଦାମିକା ଜିନିସ। ପ୍ରକୃତ କଥା ହେଉଛି ଯେ କେହି କିଛି ପାଆନ୍ତି ନାହିଁ। କ'ଣ ଏମିତି ଥିଲା ଯେ ଜଣେ ସେଠି ପାଇଯିବ। ଜୀବନ ଭାରି ମୂଲ୍ୟବାନ୍-ପୁଣି ସେମିତି ଏକାବେଳେକେ ମୂଲ୍ୟହୀନ। ସେହି ଜୀବନରେ ସୁଖ ଦୁଃଖର ଅସଂଖ୍ୟ ମୂହୂର୍ତ୍ତ। ସେହି ମଣିଷର ଅସଂଖ୍ୟ ରୂପ ଅଛି-ଅସୁରରୁ ଠାକୁର ଯାଏ। ମଣିଷ ଆଉ ମଣିଷ ଭିତରେ ଫରକ୍ ଅତି ଅଳ୍ପ। ପରମାତ୍ମା ସମସ୍ତଙ୍କ ଦେହରେ ଅସଂଖ୍ୟ ରୂପରେ। ଲେଖା ସେମିତି ଅସଂଖ୍ୟ ଭଙ୍ଗୀର। ଭଲ ଖରାପ ବାଛିବ କ'ଣ? ଶ୍ରୀଯୁକ୍ତ ଗୋପୀନାଥ ମହାନ୍ତି ଔପନ୍ୟାସିକ ଓ ଶ୍ରୀଯୁକ୍ତ ଗୋପୀନାଥ ମହାନ୍ତି ଗାଳ୍ପିକ, ପ୍ରାବନ୍ଧିକ ସମାନ କି ଅସମାନ ବୁଝିବା ପାଇଁ ପ୍ରୟାସ ଦରକାର। ଆମେ ଶୁଣିଲେ